' ମାଷ୍ଟରାଣୀ କହିଲା। ''ସଫା ସୁତୁରା ହବାକୁ ପଇସା ଲାଗେ ନାହିଁ ମନ ମନ! ଯିଏ ସଫା ସୁତୁରା ଲୋକଙ୍କୁ ଅଧିଆ, ଅପୂର୍ବ, ବଡ଼ ବୋଲି କହି ପୂଜା ବାଢ଼ିବ ସେ ନିଜେ ସଫା ସୁତୁରା ହେଇ ପାରିବ କିମିତି। ହେଲେ ଆଉ ପୂଜା କରିବ କାହାକୁ? ଗରିବ ଲୋକେ ଖାଲି ଟିକିଏ ସଫା ସୁତୁରା ହୁଅନ୍ତେ ଏ ସଇତାନ ପୂଜା ବନ୍ଦ ହେଇଯାନ୍ତା। '' ''ନା ମାଉସୀ, ତମେ ଜାଣିନା! '' ମାଷ୍ଟରାଣୀ ଆପତ୍ତି କଲା ''ଗରିବ ଲୋକେ ତ ବଡ଼ଲୋକଙ୍କ ପରି ବସି ରହି ନାହାନ୍ତି ଯେ ଦେହରେ ମଳି ଧୂଳି ଲାଗିବ ନାହିଁ। ସବୁବେଳେ ପାଣି କାଦୁଅ, ମାଟି ବାଲିରେ ଖଟି ଖଟି ଆଉ ସଫା ହେଇ ପାରନ୍ତି ନାହିଁ। ସଫା ହବାକୁ ଡର କାହିଁ? କେତେ ବା ସଫା ହେବେ? '' ''ଧୂଳି ମାଟି ଦେହରେବି ମଣିଷ ସଫା ହୁଏ। ନାଲିମାଟିରେ ଲୁଗା ରଙ୍ଗେଇବି ଅଲେଖ ବାବାଜି ସବୁ ସଫା ଥାଆନ୍ତି। ସାଜି ମାଟିରେବି ଲୁଗା ସଫା ହୁଏ। ସଫା ହବାକୁ ଚାହିଲେ ଧୂଳି ମାଟି ଉଡ଼ି ଯିବ ଆପେ ଆପେ। ତର ବଳେ ବଳେ ମିଳିବ। ସଫା ସୁତୁରା ହେବାକୁ ତର ମିଳୁ ନାହିଁ, ଆଉ ବଡ଼ଲୋକଙ୍କ ପଛରେ ଗୋଡ଼େଇବାକୁ, ଖୋସାମତ୍ କରିବାକୁ, ହାତ ଯୋଡ଼ିବାକୁ ତର ମିଳୁଚିନା? ମୋ ହାଡ଼ ଜଳୁଚି ତୁ କହନା ସେମିତିଆ କଥା। ବଡ଼ଲୋକ ଏ ବଡ଼ଲୋକୀ। କାହାପାଇଁ ବଡ଼ଲୋକ କଲା କିଏ? ଠାକୁର କଲେନା, ତମେ ଆମେ? ଦଳେ ଲୋକଙ୍କୁ ଠାକୁର ବାହ୍ମୁଣଙ୍କଠୁବି ବଡ଼ କରି ତାଙ୍କ ଦାଉକୁ ଯେ ତୁନି ହେଇ ସହି ଯାଆନ୍ତି ତାଙ୍କଠୁ ବଳି ପାପୀ ଆଉ କିଏ ଅଛି ଦୁନିଆରେ? ମରିବେ ନାହିଁ ସେ? ଝାଡ଼ାବାନ୍ତି ଖାଇବ ନାହିଁ ତାଙ୍କୁ? ଆଉ କାହାକୁ ଖାଇବ? ଆଉ କିଏ ମରିବ? '' ଏ ବୁଢ଼ୀଟା ସବୁଦିନେ ଏମିତି ଆଲୁରୁ ବାଲୁରୁ ହୋଇ କହେ। ତାକୁ ଅନେକ କହନ୍ତି ପାଗଳି ବୋଲି। କେହି କେହି କହନ୍ତି ଡାହାଣୀ। ସେ ସମସ୍ତଙ୍କୁ ଖାଇଚି ପୁଅ ନାତି ଗିରସ୍ତ ସମସ୍ତଙ୍କୁ। ଘରେ କେହି ନାହିଁ ତା'ରଏ କା। ବୁଢ଼ୀକି କେତେ ବର୍ଷ ହେଲାଣି କେହି କହି ପାରିବ ନାହିଁ। ଏ ଗାଁର ସବୁଠୁ ପୁରୁଣା ବୁଢ଼ୀ ସେ। କିନ୍ତୁ ବୁଢ଼ୀର ଏହି ଡାହାଣୀ ଦୁର୍ନାମଟା ଯୋଗୁଁ ବୁଢ଼ୀକି କେହି ଆଦର କରନ୍ତି ନାହିଁ। ସକାଳୁ ଉଠି କେହି ତା' ମୁହଁ ଚାହାଁନ୍ତି ନାହିଁ ଚାହିଁଲେ ଯଶ ନାହିଁ। ତହିଁକି ପୁଣି ବୁଢ଼ୀଟା କଳିହୁଡ଼ି ଯେ ସମସ୍ତଙ୍କ ସାଙ୍ଗେ ଏମିତି ତୋଖଡ଼ ଲଗେଇଥିବ। ହକ୍ କଥାରେ ଠକ ଠକ ନ ଥାଏ ତା'ର। ଆଉ ଏତିକି ଭଲ ଗୁଣ, ଯାହାର ଯାହା ହେଲା ବୁଢ଼ୀ ଜରୁର୍ ଖବର ନବ। ନିଜେ ଗଲେ କିଏ କାଳେ କ'ଣ କହିବ, ସେଥିପାଇଁ ସେ ଶହେ ଲୋକଙ୍କ ହାତରେ ପଚାରି ପଠଉଥିବ; ଓଷଦ ବତେଇ ଦେଉଥିବ। ଜର ହେଇଚି ତ ସିଂହାରହାର ପତ୍ର ଛେଚି ରସରେ ପନିକି ପୁଟ ଦେଇ ପେଇଦେ। ଝାଡ଼ା ହେଉଚି ପେଟ ଗରମ ହେଇ ଶୁଣିଲେ ବୁଢ଼ୀ କହିବ ବାଡ଼ିଅଁଳା ପତର ବାଡ଼ିଅଁଳା ପତର ନ ହେଲା; ଦଦୟା ଛେନାଝିଲ୍ଲି । କାହାକୁ ବଦହଜମି ହେଲା ତ ବୁଢ଼ୀ ନିଜେ ନିଜ ବାଡ଼ିରୁ ପୋଦନା ପତର ଖୁଣ୍ଟି ପଠେଇ ଦବ। ତଥାପି ବୁଢ଼ୀର ଦୁର୍ଚ୍ଛନା। ଯାହାର ବ୍ୟାଧି ଅତି ଅଧିକ ହୁଏ ମର ମର ହେବାକୁ ବସେ ବୁଢ଼ୀ ଆଉ ସମ୍ଭାଳି ପାରେ ନାହିଁ। ନିଜେ ଉଠିଯାଏ ଦେଖିବାକୁ। ନିଜେ ହାତ ଘେନି ସେବା କରେ ସେଇ ଥରିଲା ହାତରେ ସାକ୍ଷାତ ମା ପରି। ତଥାପି ଦୁର୍ଚ୍ଛନା। ଶେଷ ଅବସ୍ଥାରେ ଯେତେବେଳେ ସମସ୍ତେ ଆଶା ଛାଡ଼ି ବସନ୍ତି ସେତେବେଳେ ବୁଢ଼ୀ ଯାଏଁ। କିଏ ବା ବଞ୍ଚେ କିଏ ବା ମରେ ଅଧିକାଂଶ ମରନ୍ତି। ସେଥିପାଇଁ ବୁଢ଼ୀ କୋଉ ରୋଗୀ ପାଖକୁ ଗଲେ ଲୋକେ ଫୁସ୍ଫାସ୍ ହୁଅନ୍ତି ହେଇଟି ବୁଢ଼ୀ ଆସିଲାଣି। ତା' ମାଣ ପୂରିଗଲା, ଆଉ ସେ ବଞ୍ଚିବ ନାହିଁ। ଯିଏ ମରନ୍ତି ସେ ବୁଢ଼ୀ ଉପରେ ଦୁର୍ଚ୍ଛନା ଲଦି ଦେଇ ଯାଆନ୍ତି। ଯେ ବଞ୍ଚନ୍ତି, ସେ କହନ୍ତି ଭାଗ୍ୟ ଟେକି ଥିଲା ବଞ୍ଚିଗଲା। ଖାଲି ଯମ କତୁରୀରୁ ନୁହେଁ, ବୁଢ଼ୀ ମୁହଁରୁବି। ବୁଢ଼ୀ ଯାହାର ଯେତେ କରୁ, କାହାର ମୁହଁରୁ ସେ ଦିନେ ସୁଖ୍ୟାତି ଶୁଣି ନାହିଁ। ଯିଏ ବୁଢ଼ୀର ସେବା ଶୁଶ୍ରୂଷାରେ ଭଲ ହୁଏ ସେ ପୂରା ରୋଗରୁ ନ ଉଠୁଣୁ ତରବର କି ଗୁଣିଆଠୁ ଡେଉଁରିଆଟାଏ ଆଣି ବାନ୍ଧେ। କାଳେ ଦୃଷ୍ଟି ପଡ଼ି ଯାଇଥିବ–ଛାଡ଼ି ନ ଥିବ।